ତାର ଧାରଣା ଥିଲା ଯେ ସେ ଏଠି ପହଞ୍ଚୁ ପହଞ୍ଚୁ ହଳ ହଳ କୌତୂହଳୀ ଆଖି ତାକୁ ଅନୁସରଣ କରିବେ। ତାର ଅସଲ ପରିଚୟ ଜାଣିବା ପାଇଁ ଚେଷ୍ଟା କରିବେ। ସେ ଏସବୁକୁ କିଛିକାଳ ଉପଭୋଗ କରିବ ଏବଂ ତାପରେ ନିଜର ପରିଚୟ ଦେବ। ମାତ୍ର ପ୍ରକୃତ ଘଟଣା ତାର ଧାରଣାଠୁ ଥିଲା ଯଥେଷ୍ଟ ଦୂରବର୍ତ୍ତୀ। କେହି ତା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବା ତ ଦୂରର କଥା ଟିକିଏ କୌତୂହଳ ମଧ୍ୟ ପ୍ରକାଶ କରୁ ନଥିଲେ। ଯିଏ ଯାହା ବାଟରେ ଯା ଆସ କରୁଥିଲେ ଓ ସ୍ୱାଭାବିକ ଭାବରେ ଗାଡ଼ିମଟର ତାକୁ ଅତିକ୍ରମ କରି ଚାଲିଯାଉଥିଲା। ତାଙ୍କର ଏହି ଅଞ୍ଚଳଟି ଯେ ଅଚିରେ ବଦଳିଯିବାକୁ ଯାଉଛି ଏ ତଥ୍ୟ ଅବଶ୍ୟ ଭରତ ସେଇ ଅଠର ବର୍ଷ ତଳୁ ଜାଣିପାରିଥିଲା। ଆଗରୁ ଜାତୀୟ ରାଜପଥ ଦେଇ ଯାଉଥିବା କୌଣସି ଟ୍ରକ୍ କାଁ ଭାଁ ଏହି ଗଛ ପାଖରେ ଅଟକୁଥିଲେ ଓ ଭରତ ଠାରୁ ଆମ୍ବ, ପିଜୁଳି କିମ୍ବା ତାଳସଜ କିଣୁଥିଲେ। କୌଣସି ନବଜିଆ ଟ୍ରକ୍ ହେଲ୍ପର ଓହ୍ଲେଇ ଆସି ବେଳେବେଳେ ଭରତ ସାଙ୍ଗରେ ଦୁଃଖସୁଖ ହେଉଥିଲା ଓ ଆମ୍ବଗଛର ଛାଇ ପାଇଁ ଭରତକୁ ଟଙ୍କେ ଦି ଟଙ୍କା ବକ୍ସିସ ଦେଇ ଯାଉଥିଲା। କ୍ରମେ ଆମ୍ବଗଛ ପାଖେ ଅଟକୁଥିବା ଲରିମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ବେଗ ମଧ୍ୟ ବଢ଼ିଚାଲିଲା। ଏବେ ଯେଉଁଠି ଶିଳ୍ପାଞ୍ଚଳ ଗଢ଼ିଉଠିଛି, ସେହିଆଡ଼କୁ ଇଟା, ସିମେଣ୍ଟ, ବାଲି, ଲୁହାଛଡ଼, ଚିପ୍ସ, ପାଇପ, ତାର ଓ ପିଚୁଡ୍ରମ୍ ବୋହି ଏ ଟ୍ରକ୍‌ଗୁଡାକ ସେତେବେଳେ ଧାଉଁଥିଲେ। ଏମିତି ଦିନେ ଦେଖା ହୋଇଥିଲା ମନିନ୍ଦରଜିତ୍ ସାଙ୍ଗରେ। ତ୍ରିଶୂଳ ଗଣନାଟ୍ୟର ସାଜସରଞ୍ଜାମ ବୁହେ ତାର ଟ୍ରକ୍। ସେଥର ତ୍ରିଶୂଳ ଗଣନାଟ୍ୟ ପାଞ୍ଚ ପାଞ୍ଚ ରାତି ଅପେରା ପରିବେଷଣ କରିଥିଲା ଭରତର ଗାଁ ପାଖ ପଡ଼ିଆରେ। କାରଖାନା ଗଢ଼ିଉଠୁଥିଲା କୁଲି, ରେଜା, ଠିକାଦାର, ୱାର୍କର୍ସଙ୍କ ଠାରୁ ନେଇ ଏ ଅଞ୍ଚଳର ସ୍ଥାନୀୟ ଜନସାଧାରଣଙ୍କ ଭିଡ଼ରେ ଲୋକାରଣ୍ୟ ହୋଇଉଠିଥିଲା ଅପେରା ପଡ଼ିଆ। ଭରତ ମଧ୍ୟ ପାଞ୍ଚ ପାଞ୍ଚ ରାତି ଅପେରା ଦେଖିଥିଲା। ସଂଜବୁଡ଼େ ଚଣା, ମଟର ଓ ବାଦାମ ନେଇ ସେ ଯାଏ। ରାତି ନଅଟା ପର୍ଯ୍ୟନ୍ତ ବିକାକିଣା କାମ ସାରି ଭଲ ଜାଗାଟେ ଦେଖି ଅପେରା ଦେଖିବାକୁ ବସିଯାଏ। ରାତି ଅନିଦ୍ରା ସହଜେ କଟେନାହିଁ। ଦିନେ ସକାଳେ, ଆମ୍ବଗଛ ମୂଳେ ପସରା ମେଲେଇ ବସୁ ବସୁ ସେଦିନ ତାକୁ ନିଦ ଲାଗିଯାଇଥିଲା। କିଏ ଜାଣେ ଡାକିଥିଲା, "ଏ ଇ ଭରତ, ଦୋକାନ ଖୋଲା ରଖି ଶୋଇପଡ଼ୁଛୁ କେମିତି? କିଏ ଯଦି ତୋ ଜିନିଷ ସବୁ ନେଇଯାଏ!" ନାଲି ପଡ଼ିଯାଇଥିବା ଆଖିଯୋଡ଼ିକ ଖୋଲିବାକୁ ଭରତର କଷ୍ଟ ହେଉଥାଏ। ଦେଖିଲା, ସୁଲ ଛିଡ଼ାହେଇଛି। ସେ ସ୍କୁଲରେ ପଢ଼େ। ଭରତ କହିଲା, "ଯିଏ ନେଉଛି ନେଉ, ମୁଁ ଆଉ ଚଣା ବାଦାମ ବେପାର କରିବି ନାହିଁ।" "ତାହାହେଲେ କଣ କରିବୁ ଶୁଣେ!" ଭରତର ପାଦ ମଜଭୁତ ହେଲା ଦିନୁ ଏଇ ବେପାରର ପସରା ତା ବେକରେ ଓହଳିଛି। ତା ବାପା ଏ ଅଞ୍ଚଳରେ ସବୁଠୁ ନବଜିଆ ଚଟ୍‌ପଟିବାଲା ଥିଲା। ତା ପସରାରୁ ଜିନିଷ ନ ସରିବାଯାଏ ଗରାଖ ଆଉ କୋଉଠିକି ଯାଉନଥିଲେ। ଭରତ ସୁଲର ପ୍ରଶ୍ନ ଶୁଣି ଦଣ୍ଡେ ନିରବ ରହିଲା। ତାପରେ କହିଲା, "ମୁଁ ଗାଁ ଛାଡ଼ି ପଳେଇଯିବି।" ଗାଁ ଛାଡ଼ିଯିବା କଥା କହିଲାବେଳେ କାହିଁକି କେଜାଣି ଭରତର ସ୍ୱର ଓଜନିଆ ଶୁଭୁଥିଲା। ତାକୁ ଲାଗୁଥିଲା, ସତେକି ସେ ଏ ଗାଁରୁ ପଳେଇଲା ପରେ ଗାଁଟା ଫାଙ୍କା ଫାଙ୍କା ଲାଗିବ, ଏ ଗାଁ ଆଉ ଆଗର ଗାଁ ହୋଇ ରହିବ ନାହିଁ। ଭରତର କଥା ଶୁଣି ସୁଲକୁ ଟିକେ ଦୁଃଖ ଲାଗିଲା। ସେ କହିଲା, "ତୁ ପଳେଇଲେ ତୋ"।